ଖଲିଫାର ଘର ଆଡ଼ିକି ମୋର ଦରଜାର ମୁଁହ। ତାରି ଘର ଆଗରେ ସିଡ଼ିରେ ଆରୋହଣ, ଅବରୋହଣ ମୋ ପକ୍ଷରେ ଅତ୍ୟନ୍ତ କଷ୍ଟସାଧ୍ୟ ଏକ ଅଭିଯାନ। ଯେତେବେଳେ ମୋତେ ଘରକୁ ଫେରିବାକୁ ପଡ଼େ, ସେତେବେଳେ ଖୁବ୍ ଜୋରରେ କାଶି ଗଳଖଙ୍କାର ମାରିବାକୁ ହୁଏ, ନଚେତ୍ ପାହାଚରେ ଚଢ଼ିଲାବେଳେ ଖଲିଫାର ଘର ଦରଜା ଯଦି ମୁକୁଳା ଥାଏ, ଆଉ, ତାହାର ସ୍ତ୍ରୀ ଯଦି କୌଣସି ନିକଟବର୍ତ୍ତୀ ସ୍ଥାନରେ ଠିଆ ହୋଇଥାଏ, ତାହେଲେ ସର୍ବନାଶ। ସେହିଭଳି, ଯେତେବେଳେ ମୋତେ ବାହାରକୁ ଯିବାକୁ ହୁଏ, ସେଥିଲାଗି। ଚାବି ନେନ୍ଥାଟାକୁ ଧରି କିମ୍ବା କବାଟର କଡ଼ା ହଲେଇ ମୁଁ ଜୋରରେ ଶବ୍ଦ କରେ। ତାହାପରେ ଯାଇ ଦୁଃସାହସର ସହିତ ମୁଁ ଦରଜା ଖୋଲେ। ତାହା ସତ୍ତ୍ୱେ, ଦୈବାତ୍ ଯଦି ଆଖପାଖ ଘରର କବାଟ ଖୋଲାଥାଏ, ତାହାହେଲେ ଆଖି ବୁଜି ଏକ ନିଶ୍ଵାସରେ ପାହାଚରେ ଖସି ମୋତେ ପଳେଇ ଯିବାକୁ ପଡ଼େ। ତାହାପରେ ଗଳି ରାସ୍ତାରେ ପହଞ୍ଚି ଆଖିଖୋଲି ଗୋଟିଏ ଦୀର୍ଘନିଶ୍ଵାସ ଛାଡ଼େ। ପ୍ରତିଦିନ ସ୍କୁଲର କାମ ଶେଷ କରିବା ପରେ ଫେରି ଆସି ଘରେ ପଶି ଯିବାରେ ମୁଁ ଆନନ୍ଦ ପାଏ। ଆଉ ଘର ଭିତରେ ଥରେ ପଶିଗଲେ ତହିଁ ଆରଦିନ ସକାଳ ପର୍ଯ୍ୟନ୍ତ ବାହାରକୁ ବାହାରିବା ପାଇଁ କେବେହେଲେ ଚେଷ୍ଟା କରେ ନା। ଘରେ ରହିଥିଲା ସମୟ ଭିତରେ ନାନା ଅଜବ ଘଟଣା ଦେଖିବା ଓ ଶୁଣିବାକୁ ପଡ଼ିଥାଏ-। ଖଲିଫାର ଚେଲାମାନଙ୍କ ଭିତରୁ ପ୍ରତ୍ୟେକେ କାନ୍ଧରେ ଗୋଟା ଗୋଟା ବଡ଼ ପୁଟୁଳା ବୋହିକରି ଆଣି ପହଞ୍ଚନ୍ତି। ସେମାନଙ୍କ ଅଣ୍ଟାରେ ଗୋଟାଲେଖାଁ ଲୁହା ଜଞ୍ଜିର, ସେଥିରେ ଝୁଲୁଥାଏ କେତେଟା ଛୁରା, ଆଉ କେତେଟା ରଫା। ତାହାରି ଶବ୍ଦରୁ ମୁଁ ସେମାନଙ୍କ ଆଗମନର ସମ୍ବାଦ ଜାଣିପାରେ-। ଦରଜା ଖୋଲିଲା ପରେ ଶୁଣାଯାଏ, "ଖଲିଫା କହିଛନ୍ତି କଲିଜା ଆଉ ଗୁର୍ଦାରେ ଗ୍ରିଲ୍ ତିଆରି କରିବ, ଆଉ ଥୋଡ଼ା ମିଠା ଭାଜିଦେବ। " ଏହି ଶେଷ କଥାଟାରେ ମତେ ଭାରି ଆଶ୍ଚର୍ଯ୍ୟ ଲାଗେ, ମିଠା ପୁଣି ଭଜା ହୋଇପାରେ। ପରେ ଆବିଷ୍କାର କଲି ଯେ ମିଠା ନୁହେଁ, ତାହା ମିଠାଦିଆ ପାଉଁରୁଟି। କେତେବେଳେ କେତେବେଳେ ସେହି ସ୍ତ୍ରୀ ମଧ୍ୟ କେତେକ କଥା ପଚାରେ; ଖଲିଫା ସମ୍ବନ୍ଧରେ ପ୍ରଶ୍ନ ପଚାରିଲେ ଉତ୍ତର ମିଳେ, "ସେ ପୋଲିସ ଥାନାରେ ଅଛନ୍ତି। " କାରଣ ଜିଜ୍ଞସା କଲେ ଅତି ସହଜ ସରଳ ଭାଷାରେ ଚେଲାଟି ଉତ୍ତର ଦିଏ, "ସିଏ କିଛି ନୁହେଁ ଗୋଟା ଗରାଖ ଆସି ଦୋକାନରେ ହେଙ୍କ୍ଡ଼ାନ୍ତି ଦେଖାଇଲା, ତାକୁ ଠିକଣା ଶିକ୍ଷାଦେଇ ଖଲିଫା ତା ପେଟକୁ ଦି'ଫାଳ କରି ଚିରିଦେଲେ। " "ତା ପରେ କଣ ହେଲା? " "ଆଉ କିଛି ଘଟିନି। ତା'ପରେ ସେହି ଲୋକର କୁଟୁମ୍ବମାନେ ଆସି ଖଲିଫାଙ୍କ ହାତ ଧରି ନେହୁରା ହେଲେ ମାଫ୍ ଦେବା ପାଇଁ। " "ତାହେଲେ ସେ ମାଫ୍ ଦେଲେ? " "ନା, କ୍ଷମା ସେ ଦେଇପାରିବେନି। " ସଂଧ୍ୟା ପରେ ଖଲିଫା ନିଜେ ଆସି ଘରେ ପହଞ୍ଚିଯାଏ, ତାର ବଡ଼ ବଡ଼ ପାହୁଲ ଦିଟାରେ କମ୍ପିଉଠେ ପାହାଚ, ଯେମିତି ସବୁ ଭାଙ୍ଗି ରୁଜି ପଡ଼ୁଛି। ତା ସଙ୍ଗେ ସଙ୍ଗେ ତା ଗଳାରୁ ଉଠୁଥାଏ ସିଂହର ଗର୍ଜନ ପରି ହାକୁଡ଼ି। ଖଲିଫା ଘରେ ପହଞ୍ଚିଲାକ୍ଷଣି ପାଖ ଚା ଦୋକାନୀ ଫାଦାଲି ଆସି ହାଜର ହୋଇଯାଏ, ସେ ହାତରେ ଧରି ଆସିଥାଏ ଗୋଟାଏ ବଡ଼ ଟିଣ ଭର୍ତ୍ତି ଗୁଟିଆ ଆଉ ଜଙ୍ଗଲି ଧୂଆଁପତ୍ରରେ ତିଆରି ଗୁଡ଼ାଖୁ। ତା ପରେ ଆସି ପହଞ୍ଚେ ଭଡ଼ାଦିଆ ସାଇକେଲ୍